ଏଇ ଭାବନା କରୁକରୁ ସୁଆଣ୍ଡର ଜ୍ୟୋତିକୁ କେହି ସାଷ୍ଟାମ କରିପାରିଲେ ନାହିଁ। କାରଣ ତାହା ଥିଲା ପ୍ରାଚୀନ ଜ୍ୟୋତି। ସେ ଜ୍ୟୋତି ଜଳୁଥିବା ବେଳେ ବ୍ରିଟିଶ ଶାର୍ଦୁଳ ବି ଗର୍ଜନ କ୍ଷୀଣ କରିଦେଇଥିଲା। ଯେଉଁ ଚାରିଗୋଟି ଜ୍ୟୋତି ଏଇ ମହାଜ୍ୟୋତିକୁ ସାମ୍ନାରେ ରଖି ବକୁଳ ଛୁରିଅନା ବଣରେ ଉଡ଼ୁଥିବା ଜଳୁଜଳୁଆ ପତଙ୍ଗର ପୁଚ୍ଛସ୍ଥ ଆଲୋକରେ ନିଜକୁ ଆବିଷ୍କାର କରୁଛନ୍ତି, ଆଉ ତଉଲି ଦେଖୁଛନ୍ତି ସେ ଯୁଗକୁ ଏ ଯୁଗକୁ ପ୍ରେତ ପୁରୁଷ ହୋଇ, ସେମାନେ ସେ ସଞ୍ଜବେଳେ ଦେଖିଲେ ଘୋଡ଼ାନାଚ, ବିମାନ ଦୋଳନ ଓ ମାଇକର ଚିତ୍କାର ତଳେ କେଉଁଠି ଟିକିଏ ବି ନାହିଁ ସେମାନଙ୍କର ସେ କାଳର ଅନୁରୂପ ଭାବ-ବିହ୍ଵଳତା!! "ସେହି, ନାହିଁ ଯା'ର ନିଜ ପର ଜ୍ଞାନ ପାଏ ନୀଚ ଯା'ର ସ୍ନେହ ସନମାନ, ବିଶ୍ଵହିତେ ଯା'ର, ଆହାର ବିହାର, କରେ ବିଶ୍ଵହିତେ ଯେ ଜୀବନ ଦାନ। ସେହି, କରେ ଯେହୁ ସତ୍ୟ ଆଚରଣ ସତ୍ୟ ଆରାଧନା, ସତ୍ୟ ସଂଭାଷଣ ଭିତର ବାହାର, ଯାର ସତ୍ୟ ସାର ସୁଖେ ଦୁଃଖେ ସଦା ସତ୍ୟ ଯା ଶରଣ। ହୋ ହୋ ଶବ୍ଦରେ ଅନ୍ତିମ ପ୍ରଧାନେ ଚମକି ଉଠିଲେ-ସଭା ଭାଙ୍ଗିଲା। ମଣିଷର ଫେରନ୍ତା ସୁଅ ଛୁଟିଲା। ଆଗ ସେ ମହନୀୟା ମହିଳା ଜଣକ ଗଲେ, ବାଟ କଢ଼େଇ ତାଙ୍କୁ ବହୁଲୋକ ଘେର କରି ନେଇଗଲେ। ଦୁଲାଳୀର ଭୋକ ଶହେ ଗୁଣ ବଢ଼ିଗଲା। ସେ କହିଲା–'ବାଆବା, ସେ ମାଇପି ଲୋକକୁ ଏମିତି ଘେରିକରି ଲୋକେ ନେଇଗଲେ କିଆଁ? ଅନ୍ତିମ ପ୍ରଧାନେ ହସିଲେ-କହିଲେ, ସେ ପରା ଆମ ଆଶା-ଭରସାର ସ୍ଥଳ। ଦୁଲାଳୀ ଆବାକାବା ହୋଇ ଅନାଇ ରହିଲା। ସେ ବୁଝିଲାନି ଆଶା କଅଣ, ଭରସା କଅଣ। ତା'ଉପରକୁ ଜନତା ମାଡ଼ିଆସିଲା। ଘରବାହୁଡ଼ା ସମସ୍ତେ….. ଉଚ୍ଛନ୍ନ, କିମିତି ଫେରିବେ। ଆସିଲାବେଳେ ଗୋଟାଏ ଅନାଗତ ମାଦକତା ତାଙ୍କୁ ଠେଲି ନେଇଆସିଥିଲା। ମଣି ବିଷୟରେ ବଚନ, ମଣି ବିଷୟରେ ମେଳନ, ମଣି ବିଷୟରେ ଏବର ମଣିଷ କଅଣ କହିବେ, ତାହା ହୃଦୟରୁ ବାହାରିବ ନା ଓଠରୁ ଝରିବ, ଜାଣିବା ପାଇଁ ଜନଗହଳି ଫାଟିପଡ଼ିଥିଲା। ଏବେ ଜ୍ୟୋତି ଲିଭିଛି, ମଣି ମିଳିନି। ଗୁଡ଼ାଏ ଲୋକ ଭଁ ଭାଁ ଯାନ ଛୁଟାଇ ଉଡ଼ିଗଲେ। ଦୁଲାଳୀ ପଚାରିଲା–ବାଆବା, ମଣି ପରା ଭଲଲୋକ ଥେଲେ, ଏ ମାଇପି ଲୋକ କଅଣ ସେଇଆ? ତରତର କରି ପ୍ରଧାନେ କହିଦେଲେ ଜିଭ ଚାଟି, ହଁ… ହଁ ସମେତେ ଭଲଲୋକ, ସମେତେ ଜାତିକୁ ଦେଶକୁ ଟେକିବା ପାଇଁ ପରିଶ୍ରମ କରୁଛନ୍ତି। ସମସ୍ତେ ଭଲ ଲୋକ-ଏ କଅଣ, ସେ କଅଣ? ସମସ୍ତେ ଦେଶ ପ୍ରେମିକ, ଦେଶ ପ୍ରେମିକା… ମାନେ… ହଁ… ହଁ ଟେକିବା କଥାଟା ଦୁଲାଳୀର କାନରେ ପଶିବାମାତ୍ରେ ଦୁଲାଳୀ କାନ୍ଦଣାନାକୀ ସୁର୍ରେ କହିଲା–ବାଆବା ମେତେ ଟେକିଧର କାନ୍ଧ ଉପରେ। ମୁଁ ଚାଲିପାରିବିନି। ରାଜନୈତିକ କର୍ମୀ ଅନ୍ତିମ ପ୍ରଧାନେ ଚିନ୍ତାକଲେ, ଝିଅ ତ ଠିକ୍ କହୁଛି। ମଣି କହୁଥିଲା–ନିଜ ଶକ୍ତିରେ ଚାଲ। ଏବେ ଟେକିବାକୁ ପଡ଼ିବ। ନା, ନା, ମଣି ପଛକୁ କଅଣ ମଣିଷ ନାହାନ୍ତି? ଅବଶ୍ୟ ଅଛନ୍ତି। କ୍ରମେ ମଣିଷଶୂନ୍ୟ ସେ ପଡ଼ିଆ ଭୟଙ୍କର ଦେଖାଗଲା। ବିଜୁଳୀ କର୍ମଚାରୀମାନେ ଚାକିରି ଶେଷ ହେଲା ଭାବି ଆଲୁଅ ଲିଭାଇଦେଲେ; କିନ୍ତୁ ହଠାତ୍ କେଉଁଆଡ଼ୁ ମାଡ଼ିଆସିଲେ ବଉଳ ଛୁରିଅନା ବଣ ଭିତରକୁ ପ୍ରଚୁର ଜ୍ୟୋତିରିଙ୍ଗଣ। ଚକ୍... ଚକ୍ କରୁଥିଲେ ସେମାନେ। ଝିଙ୍କାରୀର ଝିଁ ଝିଁ ଶବ୍ଦ। ପ୍ରେତାତ୍ମାଙ୍କ ନିବାସ ସ୍ଥଳ, ସବୁ ମିଶି ଗୋଟାଏ ଅତୀନ୍ଦ୍ରିୟ ରହସ୍ୟାବୃତ ରାଜ୍ୟ ସେଠି ସୃଷ୍ଟି ହୋଇଥିଲା। ପହରାବାଲା ଗେଟ୍ ବନ୍ଦ କରିଦେଇଛି; ପୁଣି ବର୍ଷକ ପରେ ଏଇ ଦିନ ଖୋଲିବ। ତାର କାମ ଶେଷ। କମ୍ ସେ ହଇରାଣ ହେଲାଣି? ଝିଅକୁ କାନ୍ଧରେ ବସାଇ ଅନ୍ତିମ ପ୍ରଧାନ ବାଟ ଚାଲୁଥିଲେ ସୁଆଣ୍ଡ ଆଡ଼େ। ଝିଅ ଥଣ୍ଡା-କାକରରେ କାତେଇଯାଇଛି ତାଙ୍କ ଉପରେ। ଆହା, ତାକୁ ଭୋକ କରୁଥିଲା। ଯେଉଁମାନେ ମଟରରେ ଚାଲିଗଲେ ଲିଙ୍ଗରାଜ ଦେଉଳ ବା ଜଗନ୍ନାଥ ଦେଉଳ ଆଡ଼ୁ ଆସିଥିଲେ, ସେମାନଙ୍କ ପୁଅ ଝିଅ ସାନ୍ଧ୍ୟ ଭୋଜନ ସାରି ଫ୍ରିଜ୍ରୁ ଆଇସ୍କ୍ରିମ୍ ଚୋଷୁଥିବେ, ଆଉ ଦୁଲାଳୀ...? ସେ ମାଇପିଟିର କଥା ଅନୁରଣନ ଦେଉଥିଲା ଅନ୍ତିମ ପ୍ରଧାନଙ୍କର ଚେତନାରେ... ସବୁ କର, କହ; କିନ୍ତୁ ଛଳନା କରନି। ଛଳନା ମହାପାପ। ସୁଆଣ୍ଡ ଦିଶିନାଇଁ। ମାନଚିତ୍ରରେ ନାଇଁ କି ମନଗହୀରରେ ନାଇଁ। ଅନ୍ଧାର ରାତି। ଆସିବାବେଳେ ସମସ୍ତେ ପଚରାଉଚରା କରୁଥିଲେ, ଫେରିବା ବେଳେ ଏକା... ଏକା, କେହି ନାହାନ୍ତି-। ଚିନ୍ତା କରୁଥିଲେ ଅନ୍ତିମ ପ୍ରଧାନେ। ମାତୃହରା ଝିଅକୁ କଅଣ ଖୁଆଇବେ?